ଏଇ ସେଙ୍ଗାଇକୁ ପଚାର। ସେ ବି କହିବ-। ଏଥର ମନେହେଲା, ପାଦ୍ରୀ ସାହେବଙ୍କ ଶୁଭ୍ର ଉଜ୍ଜ୍ୱଳ ମୁହଁଟାରେ ବୁଢ଼ୀଆଣୀ ଜାଲ ଭଳି ଅଜସ୍ର ଗୁଡ଼ାଏ କଳା କଳା ରେଖା। ଯିମିତି ଗୁଡ଼ାଏ ସରୀସୃପ ଚାଲିଯାଉଚନ୍ତି ମୁହଁଟା ଉପରେ। ଟିକକ ଆଗର ଏହି ସ୍ନିଗ୍ଧ ମୁହଁଟା ସହିତ ବର୍ତ୍ତମାନର ଏହି ମୁହଁଟାର ଯିମିତି ତିଳେହେଲେ ସଙ୍ଗିତ ନାହିଁ, ମେଳ ନାହିଁ। ପାଦ୍ରୀ ସାହେବ କଟମଟ ଆଖିରେ ଚାହିଁରହିଲେ ସାରୁୟାକୁ–କାହିଁକିରେ ସର୍ଦ୍ଧାରର ଏଡ଼େ ରାଗ? ବସ୍ତିକୁ ଯିବାକୁ ମନା? ସାରୁୟା ସେମିତି ଥରିଉଠିଲା, ମୁଁ କ'ଣ କରିବି ଫାଦର? ମୁଁ ସବୁ ବୁଝେଇ ସୁଝେଇ କହିଲି, ଫାଦର ଟେବୋୟା ବଳି ଦେବାକୁ ମନା କରିବେ, କ୍ରସ ଆଙ୍କିବାକୁ କହିବେ, ଯୀଶୁ, ମେରୀ ନାମ ଜପିବାକୁ ବତେଇବେ। ଏତିକି କହୁ କହୁ ତ ସର୍ଦ୍ଦାର ରାଗରେ ପ୍ରଚଣ୍ଡ। ମତେ ପରା ବର୍ଚ୍ଛା ଧରି ତେଢ଼େଇ ଉଠିଥିଲା ସେ। ଆହୁରି ଧମକାଇ କହିଲା କ'ଣ କ'ଣ ନା, ଫାଦର ଆସିଲେ ଜା'ନ ନେଇ ଫେରିବନି। ହଁ ହୁଁ କହି ଘନ ଘନ ମୁଣ୍ଡଟାକୁ ହଲେଇ ଲାଗିଯାଏ ସେଙ୍ଗାଇ–ଫାଦର, ଆମ ବସ୍ତିରେ ଏସବୁ ଚଳିବନି। ତାର୍ଯ୍ୟକ୍ ଦୃଷ୍ଟିରେ ଚାହିଁରହିଲେ ପାଦ୍ରୀ ସାହେବ। ମୁହଁରେ କୁଟୀଳ ହସ ଫୁଟେଇ କହିଲେ, ''ହଉ ପରେ ଦେଖାଯିବ। ହାଲିଆ ହୋଇପଡ଼ିଚ ପ୍ରଥମେ କିଛି ଖାଇନେଇ ବିଶ୍ରାମ କର-। '' ସେଙ୍ଗାଇକି ନେଇ ସାରୁୟା ଚାଲିଲା ଶୋଇବା ପାଇଁ। ବେତ ଚେୟାର ଉପରେ ବସିଛନ୍ତି ପାଦ୍ରୀ ସାହେବ। ଚିନ୍ତାମଗ୍ନ ଏହି ପାହାଡ଼ୀ ପୃଥିବୀ। ଇନଫିଡ଼େଲ, ଆଇଡ଼୍ରୋଲିଟିସ୍, ପିତୁଳା ପୂଜାର ଦେଶ। ଘନ ଅନ୍ଧକାର ଦେଇ ପଥ କାଟି କାଟି ଖ୍ରୀଷ୍ଟାନିଟିର ଆଲୋକମୟ ପଥରେ ଏମାନଙ୍କୁ ଚଳାଇ ନେବାକୁ ହେବ। ସେ ମିଶନାରୀ, ଏହି ସାମାନ୍ୟ କଥାରେ ବିଚଳିତ ହେଲେ ଗଳିବନି। ଏହି ପାଦ୍ରୀ-ଜୀବନର ନେପଥ୍ୟରେ ଯେ ଗୋଟାଏ ଭୟାନକ ଜୀବନ ଥିଲା, ସେଇ ଜୀବନର ଧ୍ୱଂସର ପଥେ ପଥେ ସବୁ ଅସଂଯମ, ସବୁ ବିଭ୍ରାନ୍ତ, ସବୁ ଉତ୍ତେଜନାକୁ ନିର୍ବାଚନ ଦେଇ ଆସିବାକୁ ହୋଇଚି ତାଙ୍କୁ। ସନ୍ସ ଅଫ୍ ସିନ୍ସ୍ ମାନଙ୍କର ଏହି ପଙ୍କିଳ ପୃଥିବୀରେ ଗୋଟିଏ ଶ୍ୱେତପଦ୍ମ ଫୁଟେଇ ତୋଳିବେ ସେ। ଫୁଟେଇବେ,କ ଧ୍ରୁବଲୋକ। ସେଇ ଶ୍ୱେତପଦ୍ମ, ସେଇ ଧ୍ରୁବଲୋକର ନାମ ହେଉଚି ଯୀଶୁ। ନିଜ ରକ୍ତରେ ପୃଥିବୀର ସମସ୍ତ ଗ୍ଳାନି, ସବୁ ଅପରାଧ ସେ ଶୋଧନ କରି ନେଇଯାଇଚନ୍ତି। ଯେଉଁ ମଣିଷର ଏତେ ବଡ଼ ଦୀକ୍ଷା, ସେ ଅନ୍ତତଃ ଉତ୍ତେଜିତ ହେଲେ ଚଳିବନି। ଟିକକ ପୂର୍ବେ ଖୁବ୍ ଗାଳି ଦେଉଥିଲେ ସେ। ସେଇଥିଲାଗି ବୋଧହୁଏ ଏ ଅନୁତାପ। ସ୍ନାୟୁଗୁଡ଼ାକ ପୀଡ଼ିତ। ଗୋଟିଏ ମାତ୍ର କର୍ତ୍ତବ୍ୟର ପ୍ରେରଣାରେ ଆଟଲାଣ୍ଟିକ ପାର ହୋଇ ଇଣ୍ଡିଆର ଏହି ପାହାଡ଼ରେ ଆସି ଉଠିବାକୁ ପଡ଼ିଚି ତାଙ୍କୁ–ଏକ ଗୋଲାର୍ଦ୍ଧରୁ ଅନ୍ୟ ଏକ ଗୋଲାର୍ଦ୍ଧ, ବେଥଲହାମର ଏକ ଉଜ୍ଜ୍ୱଳ ନକ୍ଷତ୍ରକୁ ଏହି ଉପମହାଦେଶ ଆକାଶରେ ସ୍ଥିରକରି ରଖିଯିବେ ସେ। ମାନବପୁତ୍ରର କଲ୍ୟାଣମୟ ନାମକୁ ଏ ଦେଶର ମଣିଷ ଗୁଡ଼ାକର ରକ୍ତରେ ଶ୍ୱେତକଣା ଭଳି ଇଂଜେକ୍ଟ ନ କଲାପର୍ଯ୍ୟନ୍ତ ତାଙ୍କର ମୁକ୍ତି ନାହିଁ ଆଶସ୍ତି ନାହିଁ ବିଶ୍ରାମ ବି ନାହିଁ। ଭାବନଟା ବିଶ୍ରସ୍ତ ହୋଇପଡ଼ିଲା ପାଦ୍ରୀ ସାହେବଙ୍କର। ସାମନାରେ ଠିଆ ହୋଇଚି ସାରୁୟାମାରୁ। –ଆରାମରେ ଶୁଆଇ ଦେଇଚୁ ତ ସେଙ୍ଗାଇକୁ? –ହୁଁ ହୁଁ। ତାପରେ ତୁମ ବସ୍ତିର ଖବର ଆଉ କ'ଣ? ବହୁତ ଦିନରୁ ତତେ କହିଚି, ଏଥର ବ୍ୟବସ୍ଥା କର ବସ୍ତିକି ଯିବା ପାଇଁ। କେବଳ ବୃଥାରେ ରକ୍ତପାତ ମୁଁ ଚାହେଁନା। ଅନେକ ଟଙ୍କା ଦିଆଯିବ ତୁମମାନଙ୍କୁ। ଯାହା ଚାହିଁବ ସବୁ ମିଳିବ। ଖାଲି ତୁମେମାନେ ଖ୍ରୀଷ୍ଟାନ ହେବାକୁ ପଡ଼ିବ-। ଟିକିଏ ରହିବା ପରେ ପୁଣି କହି ଉଠିଲେ–ଯାହାହେଉ ତୁ ସବୁ କରିଚୁ। ମଣିଷ ମୁଣ୍ଡ ବଳି ଦେଉନୁ, କ୍ରସ୍ ଆଙ୍କିଚୁ, ଯୀଶୁ ମେରୀଙ୍କ ନାମ ଜପିଚୁ। –ହୁଁ ହୁଁ, ସବୁ କରିଚି, ତେବେ ଲେ କେମ୍ପୁ ମାସରେ ସୂର୍ଯ୍ୟଙ୍କ ନାଁରେ ଗୋଟାଏ ମୁର୍ଗୀ ବଳି ଦେଇଥିଲି। ନାଃ–ସଂଯମକୁ ଚାପିରଖି ରହିବା ସମ୍ଭବ ନୁହେଁ। ବଡ଼ ବ୍ୟସ୍ତ ହୋଇପଡ଼ିଲେ ପାଦ୍ରୀ ସାହେବ। ଶୁଆପକ୍ଷୀ ଭଳି ଏଇଟାକୁ ଏତେ ବୁଝେଇଲି। ପାହାଡ଼ୀ ଲୋକଗୁଡ଼ାଙ୍କର ବୁଦ୍ଧି ବୋଇଲେ ଆଉନ୍ସେ ସୁଦ୍ଧା ନାହିଁ। ଖୁବ୍ ତର୍ଜନ କରି ଉଠିଲେ ଫାଦର–''ଡ଼େଭିଡ଼୍। ସନ୍ସ ଅଫ୍ ବିଚ। '' ଠିକ୍ ଏହି ସମୟରେ ଆସଲେ ଆଉ ଜଣେ ମିଶନାରୀ। ପିୟର୍ସନ। ମାଥ୍ୟୁସ ସାହେବଙ୍କର ଅନ୍ତରଙ୍ଗ ସେ। ପିୟର୍ସନଙ୍କୁ ଲକ୍ଷ୍ୟକରି ଫାଦର କହିଲେ–ଦେଖ ପିୟର୍ସନ। ଜଷ୍ଟ ସି-। ଏତେ କରି ବୁଝାଇଲି।